ଲେନା ଏହି କ୍ଷଣିକ ଘଟନାରେ ଆକାଶ ପାତାଳ କେତେ କଣ ଭାବିଯିବାକୁ ଲାଗିଲା। ମଙ୍ଗଳ ଗ୍ରହର ଅଦ୍ଭୁତପୂର୍ବ ଆବିଷ୍କାର ସମ୍ମୁଖରେ ଏହି କ୍ଷଣିକ ଘଟଣାଟି ଆହୁରି ବଡ଼ ହୋଇ ଠିଆହେଲା। ମନ ଭିତରେ ଉଠିଲା ଝଡ଼ ପରେ ଝଡ଼। ଶତ ଶତ ପ୍ରଶ୍ନବାଚକ ଚିହ୍ନ ତା ଆଖିପତା ଉପରେ ଘୂରିବୁଲିଲା–''ଆଲେସ୍କି ତା'ହେଲେ କ'ଣ–? '' ଆଉ ଭାବିପାରିଲାନି ଲେନା। ବିଦ୍ୟୁତ୍ ଶିହରଣ ପ୍ରାୟ ଏକ ଚମକ ଖେଳିଗଲା ତାର ଦେହ ସାରା। ଛାତି ତାର ଦୁର୍ବଳ ହୋଇଆସିଲା ଏହି ଭାବନାରେ ଅସ୍ଥିର ହୋଇ। ଲେନାର ଏଭଳି ମାନସିକ ପରିବର୍ତ୍ତନ ପ୍ରତି ତିଳେମାତ୍ର ଦୃଷ୍ଟି ନଦେଇ ଆଲେସ୍କି ଆନନ୍ଦରେ ଚିତ୍କାର କରି ଉଠିଲେ– ''ଠିକ୍ କହୁଥିଲ ଲେନା, ତୁମେ ଠିକ୍ କହୁଥିଲ। ବାସ୍ତବିକ୍ ଏଗୁଡ଼ାକ ଟାଙ୍ଗରା ଭୂଇଁ ହୋଇପାରେନା। ମୋ ମତରେ ଏଗୁଡ଼ିକ ଏମାନଙ୍କର ବିରାଟ ପ୍ରାସାଦ ଛଡ଼ା ଆଉ କିଛି ହୋଇ ନପାରେ। ଏହି କଳା କଳା ଗାରଗୁଡ଼ିକ ସହରର ରାସ୍ତା ଛଡ଼ା ଆଉ କଣ ବୋଲି ତୁମେ ଭାବୁଛ? ସବୁଜ ବର୍ଣ୍ଣର କୃଷିକ୍ଷେତ୍ର ଭିତରେ ଏହି ବାଦାମୀ ରଙ୍ଗର କୋଠାବାଡ଼ି ଓ ସେଥି ଭିତରେ କଳା କଳା ଗାରଗୁଡ଼ିକ ସହରର ରାସ୍ତା ଛଡ଼ା ଆଉ କିଛି ନୁହେଁ। କୃଷିକ୍ଷେତ୍ର ଭିତରେ ସହର ଓ ତା'ର କୋଠାବାଡ଼ି ଏବଂ ସହର ଭିତରେ ରାସ୍ତା ଆମକୁ ଏଭଳି ଦିଶିବା ଛଡ଼ା ଆଉ କିପରି ଦିଶିପାରେ? ଏହି ବାଦାମୀ ରଙ୍ଗ ଭିତରେ ଠାଏ ଠାଏ ଈଷତ୍ନୀଳ ରଙ୍ଗର ସ୍ଥାନର ଯେ ସବୁ ଦିଶୁଛି, ସେଗୁଡ଼ିକ ସହର ଭିତରେ ବଡ଼ ବଡ଼ ପୁଷ୍କରିଣୀ ଓ ଜଳଭଣ୍ଡାର। ଏଥର ତୁମେ ଲକ୍ଷ୍ୟ କର ଲେନା, ଏହି ସବୁ ଈଷତ୍ ନୀଳ ଅଂଶକୁ ତୁମେ କ'ଣ ବୋଲି କହିବ? '' କହୁଁ କହୁଁ ଆବିଷ୍କାରର ଉତ୍ତେଜନା ଭିତରେ ଆଲେସ୍କି ଲେନାର କାନ୍ଧ ଉପରକୁ ତାଙ୍କର ସୁଦୀର୍ଘ ବାହୁଟି ବଢ଼ାଇଦେଇ ଲେନାର ମୁହଁକୁ ଦୂରବୀକ୍ଷଣ ନିକଟକୁ ଟାଣି ଆଣିଲେ। ଆବିଷ୍କାରର ତନ୍ମୟତା ତାଙ୍କୁ ଏତେ ପାଗଳ କରି ଦେଇଥିଲା ଯେ ସେହି କ୍ଷଣିକ ପାଇଁ ଆଉ କିଛି ଚିନ୍ତା କରିପାରିଲେ ନାହିଁ। ଆଲେସ୍କିଙ୍କର ଏଭଳି ବ୍ୟବହାରରେ ଲେନା ବଡ଼ ଦୁର୍ବଳ ହୋଇପଡ଼ିଲା। ଶରୀର ଭିତରେ ଘନ ଘନ ବିଦ୍ୟୁତ୍ ସ୍ଫୁଲିଙ୍ଗର ଚମକରେ ସେ ଅସ୍ଥିର ହୋଇ ଉଠିଲା। ମନ ଭିତରେ ଉଠିଲା ବିରାଟ ଝଡ଼ ଓ ଘୂର୍ଣ୍ଣିବାତ୍ୟା। ପ୍ରଶ୍ନ ପରେ ପ୍ରଶ୍ନ, ଅସଂଖ୍ୟ ପ୍ରଶ୍ନ ଉଠି ଅସ୍ଥିର କରି ପକାଇଲା ତାର ମନକୁ। ଆଲେସ୍କି କ'ଣ ତା' ହେଲେ ତା' ପ୍ରତି ଆସକ୍ତି? ସେ ଯେତେ ଭାବିବାକୁ ଲାଗିଲା, ପ୍ରଶ୍ନଟି ଆହୁରି ଜଟିଳ ହୋଇ ମନ ଭିତରେ ଖେଳି ବୁଲିଲା। ଦୂରବୀକ୍ଷଣରେ ଆଖି ରଖି ମଧ୍ୟ ସେ ମଙ୍ଗଳ ଗ୍ରହର କିଛି ଦେଖିପାରିଲା ନାହିଁ ମଙ୍ଗଳ ଗ୍ରହର ସେହି ସବୁଜ ବାଦାମୀଆଦି ରଙ୍ଗ ଉଭେଇଯାଇ ସବୁ କିପରି ଚହଲିଗଲା ଭଳି ତାକୁ ଦିଶିଲା। ସେ ପାଗଳୀ ଭଳି ହଠାତ୍ ଦୂରବୀକ୍ଷଣରୁ ମୁହଁ ଉଠାଇ ଆଣି ଆଲେସ୍କିଙ୍କ ବେକ ଚାରିପାଖରେ ନିଜର ମୃଣାଳନିନ୍ଦୀ ବାହୁଯୁଗଳକୁ ବେଢ଼ାଇଦେଇ, ''ଆଲେସ୍କି, ଆଲେସ୍କି, ପ୍ରାଣପ୍ରିୟ ଆଲେସ୍କି'' କହି ଝୁଲିପଡ଼ିଲା। ମୁଖରେ ତା'ର ଖର ନିଃଶ୍ୱାସ। ହୃଦୟର ସ୍ପନ୍ଦନ ତୀରବେଗରେ ବଢ଼ି ଚାଲିଥାଏ। ଆଲେସ୍କିଙ୍କୁ ନିଜର ଉନ୍ନତ ବକ୍ଷ ସହିତ ଭିଡ଼ିଧରି ତାଙ୍କ କପୋଳ ଉପରେ ଗାଢ଼ ଚୁମ୍ୱନର ଏକାଧିକ ରକ୍ତିମ ଗାର ଟାଣିଦେଲା। ଲେନାର ହଠାତ୍ ଏଭଳି ବ୍ୟବହାରରେ ଆଲେସ୍କି ପ୍ରକୃତିସ୍ଥ ହୋଇପଡ଼ିଲେ। ଲେନା ଯେ ପ୍ରକୃତରେ କ'ଣ ଚାହେଁ ସେ ଭାବି